କଳିକାଳ କଳିକାଳ ଘୋର କଳିକାଳ କଳିକାଳର ଭେଣ୍ଡା ଏ ଗୁରାକ। ଧର୍ମ ଅଧର୍ମ ଜ୍ଞାନ ନାହିଁ ଓ ହୋ ହୋ ରାମ, ରାମ, ତ୍ରାହି କର ହେ ମଧୁସୂଦନ । '' ଏହି କଳିକାଳର ପ୍ରବର୍ତ୍ତକ, ଧର୍ମ ଅଧର୍ମ, ବିଦ୍ୟା ଅବିଦ୍ୟା, ଜ୍ଞାନହୀନ ଭେଣ୍ଡାଙ୍କର ଗୁରୁ ଗୋବିନ୍ଦ ପଟ୍ଟନାୟକ ମଲା ପରେ ତାଙ୍କର ସ୍ମୃତି ମନ୍ଦିର ତୋଳା ହୋଇ ନାହିଁ। କିନ୍ତୁ ତାଙ୍କର ସେଇ ଅମର ଆତ୍ମାଟା, ଆତ୍ମା ନୁହେଁ ତାଙ୍କର ଅମର ଦାରୋଗାତ୍ୱଟା କେବଳ ତଳ ସାହିରେ ନୁହେଁ, ଉପର ସାହି ତଳସାହି ଦୁଇଟାଯାକ ସାହିର ମହାନ୍ତି ପଟ୍ଟନାୟକ ବଂଶର ଯେତେ ଲୋକ ଅଛନ୍ତି ସମସ୍ତଙ୍କ ଉପରେ ସେ ଭୂତପରି ସବାର ହୋଇ ଛାଟ ବାଡ଼େଇ କହୁଥାଏ ସମସ୍ତଙ୍କୁ ଉଦ୍ବୋଧନୀ ଶୁଣାଉଥାଏ ଉଠ, ଜାଗ, ତମର ପ୍ରାପ୍ୟ ତମେ ହାସଲ କର! ଦାରୋଗାଙ୍କର ଜୀବନ ଇତିହାସ କେହି ଲେଖି ନାହାନ୍ତି। ଅନେକ ଦିନ ଅନେକ ବର୍ଷ ପରେ ଯେତେବେଳେ ଗାଁ ଚାହାଳି କେଉଁ ଦିପଟି ପଟ୍ଟନାୟକଙ୍କ ଦାନରେ ତାଙ୍କର ନାଆଁରେ ମାଇନର ଇସ୍କୁଲଟିଏ ହବାକୁ ଗଲା ସେତେବେଳେ କିଏ ଥରେ ପରା କହିଲା, ଏ ବର୍ଷ ପ୍ରାଇଜରେ ଗୋଟାଏ ରଚନା ପ୍ରତିଯୋଗୀତା ହେଉ। ବିଷୟ ନିର୍ବାଚନବେଳେ ଆଉ ଜଣେ ପ୍ରସ୍ତାବ କଲା, ଗୋବିନ୍ଦ ପଟ୍ଟନାୟକଙ୍କ ଜୀବନ ସମ୍ବନ୍ଧରେ ଯେ ସବୁଠାରୁ ଭଲ ଲେଖିଦେବ, ମୁଁ ତାକୁ ପାଞ୍ଚଟଙ୍କାର ବହି ପୁରସ୍କାର ଦେବି। ପାଞ୍ଚଟଙ୍କା ପୁରସ୍କାର ସତ୍ତ୍ୱେ ଗୋବିନ୍ଦ ପଟ୍ଟନାୟକଙ୍କ ଜୀବନୀ ଲେଖା ହୋଇ ପାରିଲା ନାହିଁ। କିନ୍ତୁ ତାଙ୍କ ମରିବାର ଉପାଖ୍ୟାନଟା କ୍ରମେ କିମ୍ବଦନ୍ତୀ ହେବାକୁ ଆରମ୍ଭ କଲାଣି। ବେଶି ଦିନର କଥା ନୁହେଁ। ତଥାପି ପିଲାଏ ଶୁଣନ୍ତି ବୁଢ଼ାଏ ଗାଆନ୍ତି। ଦାରୋଗା ଗୋବିନ୍ଦ ପଟ୍ଟନାହାକେ କେମିତି ମଲେ। କେଉଁଠି ମଲେ କେହି ଦେଖି ନାହାନ୍ତି, କେହି ଜାଣି ନାହାନ୍ତି। ସେ ଘରେ ମରି ନାହାନ୍ତି କି ବାହାରେ ମରି ନାହାନ୍ତି, ଦେଶରେ ମରି ନାହାନ୍ତି କି ପର ଦେଶରେ ମରି ନାହାନ୍ତି, ଦିନରେ ମରି ନାହାନ୍ତି କି ରାତ୍ରିରେ ମରି ନାହାନ୍ତି, ତୀର୍ଥରେ ମରି ନାହାନ୍ତି କି ବ୍ୟର୍ଥରେ ମରିନାହାନ୍ତି, ଖାଇ ମରି ନାହାନ୍ତି, କିମ୍ବା ନ ଖାଇ ମରି ନାହାନ୍ତି, ଶୋଇ ମରି ନାହାନ୍ତି କିମ୍ବା ନ ଶୋଇ ମରି ନାହାନ୍ତି, ସେ ମରିକିବି ମରି ନାହାନ୍ତି ନ ମରିକିବି ମରି ନାହାନ୍ତି। ଶୁଣାଯାଏ ଦାରୋଗା ଶେଷ ଅବସ୍ଥାକୁ ଭାରି ପୁଣ୍ୟାତ୍ମା ହୋଇଗଲେ। ହରିନାମ ସବୁବେଳେ ମୁହଁରେ। ''ହରେର୍ନାମ ହରେର୍ନାମ ହରେନାମୈବ କେବଳମ୍, କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିରନ୍ୟଥା,'' କଥାରେ କଥାରେ ତାଙ୍କର ଏଇଟା ନଜିର, ଉପଦେଶ, ଆଦର୍ଶ ସବୁ। ପୂରାପୂରି ବୈଷ୍ଣବ। ତା' ସତ୍ତ୍ୱେ ଓ ସାହେବୀ ଧର୍ମ ପ୍ରତି ତାଙ୍କର ଟିକିଏ ସ୍ୱାଭାବିକ ଦୁର୍ବଳତା ଥିଲା। ଠିକ୍ ସାହେବୀ ଧର୍ମ ପ୍ରତି ନୁହେଁ ତାଙ୍କର ଜଣେ ସାହେବ, ବଡ଼ ସାହେବ ଥିଲେ, ପୁଅ ଭଳି ଦାରୋଗାଙ୍କୁ ସ୍ନେହ କରୁଥିଲେ, ସେହି ସାହେବଙ୍କ ପ୍ରତି ଅଗାଧ ଭକ୍ତି ତାଙ୍କୁ ସାମାନ୍ୟ ପ୍ରଭୁ ଯିଶୁଙ୍କ ପ୍ରତି ପ୍ରେମ ଦେବାର ସହାନୁଭୂତିସମ୍ପନ୍ନ କରି ପକାଇଥିଲା। କିରସ୍ତାନମାନଙ୍କ ସାଙ୍ଗରେ ତାଙ୍କର ବଡ଼ ବନ୍ଧୁତ୍ୱ। ନିଜେ କିରସ୍ତାନ ହେବାର ସାହସ ନଥିଲେ ହେଲା କ'ଣ, ଏଇ କିରସ୍ତାନମାନଙ୍କ ସହିତ ମିଳାମିଶା କଥାବାର୍ତ୍ତା ଘଣ୍ଟାଚକଟା ହେବା ଫଳରେ ପ୍ରଭୁ ଯିଶୁଙ୍କର ସନ୍ନିକଟ ମିଳିଲା ପରି ତାଙ୍କୁ ଲାଗେ। ସେଥିପାଇଁ ସେ ଏଇ କିରସ୍ତାନ ବନ୍ଧୁତ୍ୱକୁ ଗୋଟାଏ ସୌଭାଗ୍ୟ ବୋଲି ଜ୍ଞାନ କରୁଥିଲେ। ହିନ୍ଦୁମାନଙ୍କ ମଧ୍ୟରୁ ବ୍ରହ୍ମ ଧର୍ମଟାକୁ ସେ ନିଜର ଆଦର୍ଶସ୍ଥାନୀୟ ମନେ କରୁଥିଲେ। ବୈଷ୍ଣବ ହୋଇ ମଧ୍ୟ ସେ ବ୍ରହ୍ମର ଉପାସକ। ବୈଷ୍ଣବମାନଙ୍କର ରାଧାକୃଷ୍ଣ ମିଳନ ସଂକୀର୍ତ୍ତନ ଓ ବ୍ରାହ୍ମମାନଙ୍କର ଉପାସନା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ସେ କହନ୍ତି। ସ୍ୱାମୀ ବିବେକାନନ୍ଦହିଁ ତାଙ୍କର ହେଲେ ଗୁରୁ। ଠାକୁର ରାମକୃଷ୍ଣ ପରମହଂସ ଦେବଙ୍କର ସର୍ବ ଧର୍ମ